ଅଧ୍ୟାପକଙ୍କ ଘର ସିନା, ବିଦ୍ୟୁତ ଆଲୋକ ଆଣିବାର କ୍ଷମତା ନ ଥାଏ ତ! ଗାଡ଼ିରୁ ଆଗ ଓହ୍ଲାଇଲା ପ୍ରଦୀପ, ତାପରେ ଓହ୍ଲାଇଲା ପ୍ରଥମ। ଅଧ୍ୟାପକ ମିଶ୍ରଙ୍କ ସ୍ଥାଣୁ ହାତ ଦୁଇଟିକୁ ଧରି ଉଭୟେ ଘର ଭିତରକୁ ପଶିଗଲେ। ଅଧ୍ୟାପକ ମିଶ୍ର ଯାହା ଦେଖିଲେ ମନେ ହେଲା ତାଙ୍କ ପାଦତଳୁ ଭୂମି ଖଣ୍ଡେ ଘୁଞ୍ଚି ଯାଉଚି। ତାଙ୍କ ମସ୍ତକର ଘୂର୍ଣ୍ଣନ ଆରମ୍ଭ ହୋଇଗଲା। ଆଖିରୁ ଜୁଳୁଜୁଳିଆ ପୋକ ବାହାରିଗଲା। ତାଙ୍କର ସ୍ତ୍ରୀଙ୍କର ମୁକୁଳା କେଶ, ଶୋକସନ୍ତପ କାଳିମାଲିପ୍ତ-ବଦନ ଓ ଘରର ଖାଁ ଖାଁ ବାୟୁମଣ୍ଡଳ ତାଙ୍କୁ ଚକିତ କରିଦେଲା। ସେ ଖୋଜିଲା ଆଖିର ଚାରିଆଡ଼କୁ ଚାହିଁଲେ। ପାହାନ୍ତି ସ୍ୱପ୍ନ ସତ୍ୟ ହୁଏ ବୋଲି ସେ ପିଲାଦିନେ ଶୁଣିଥିଲେ। ଅପେକ୍ଷା କଲେ ପାବକ 'ବାପା' ଡ଼ାକି ଦଉଡ଼ି ଆସିବ। ମାତ୍ର ଆସି ନ ଥିଲା ପାବକ। କ'ଣ ଘରେ ଯେଉଁଠି ସେ ପୁଅକୁ ରୋଗାକ୍ରାନ୍ତ ଅବସ୍ଥାରେ ଛାଡ଼ି ଚାଲି ଯାଇଥିଲେ, ସେ ଘରେ ପଶିଗଲେ। ଦେଖିଲେ ଶେଯରେ ପୁଅଟିକୁ ଘୋଡ଼ାଇ ଦିଆଯାଇଚି। ତାରି ପାଖରେ ବାଲ୍ୟବନ୍ଧୁ ଡାକ୍ତର ବାଳକୃଷ୍ଣ ମୁଣ୍ଡରେ ହାତ ଦେଇ ବସିଚନ୍ତି। ସେ କାନ୍ଦ କାନ୍ଦ ହୋଇ କହିଲେ-ଭାଇ, ପାବକ ଠକି ଦେଇ ଚାଲିଗଲା। ବଡ଼ କଷ୍ଟରେ ଏ ଘରୁ ନୂଆବୋହୂଙ୍କୁ ସ୍ଥାନାନ୍ତରିତ କରିଛି। ତାଙ୍କର ଯେଉଁ ଅବସ୍ଥା,। ଏଇଲେ କି ଆଉ ଟିକକୁ ସେ ପ୍ରସବ କରିବେ। ପ୍ରଦୀପ 'ପାବକ'ର ମୃତ ଶରୀରଟିକୁ ବାଡ଼ିପଟେ ଗୁରୁପତ୍ନୀଙ୍କ ଅନ୍ତରାଳରେ ନେଇ ଚାଲିଗଲେ। ଅଧ୍ୟାପକ ମିଶ୍ରଙ୍କର କ୍ରନ୍ଦନରୋଳ ତାଙ୍କର ନବଜାତ ଶିଶୁ ପୁତ୍ରର କ୍ରନ୍ଦନରୋଳ ମଧ୍ୟରେ ମିଶି ମିଳାଇଗଲା। ଯନ୍ତ୍ରଣାର ଗୁଞ୍ଜନ ଷଷ୍ଠ ବାର୍ଷିକ ଛାତ୍ର ରୂପକ, ପୋଲିସ୍ ଇନ୍ଚାର୍ଯ ଅଫିସର ଦେବରାଜ ବାବୁଙ୍କ ନିଜର ହରାଇଥିବା ଘଣ୍ଟାଟି ବିଷୟରେ ଫେରାଦ ହେବାବେଳେ ତାଙ୍କ ଆଖିରୁ ଦୁଇଧାର ଲୋତକ ଗଡ଼ିପଡ଼ିଥିଲା। ଦେବରାଜବାବୁ ଆଶ୍ଚର୍ଯ୍ୟ ହୋଇ ପଚାରିଲେ-ଆପଣ ଏମ୍, ଏ. ପଢ଼ୁଚନ୍ତି। ଆମର ଦେଶ ଗଢ଼ିଉଠିବ ଆପଣମାନଙ୍କ ପରି ବଳିଷ୍ଠ ଯୁବକମାନଙ୍କର ଦୃଢ଼ କର୍ତ୍ତବ୍ୟନିଷ୍ଠା ଉପରେ ଅଥଚ ଏଇ ସାମାନ୍ୟ କଥାଟାରେ ଆପଣ ଏପରି ଅସ୍ଥିର ହୋଇଗଲେ ଚଳିବ? ରୂପକ ଶୁଖିଲା ହସ ହସିଦେଇ କହିଥିଲା-ଆଜ୍ଞା, ଏ ଘଣ୍ଟା ସହିତ ମୋର ଜୀବନର ଗୋଟିଏ ଅବିସ୍ମରଣୀୟ ସ୍ମୃତି ଜଡ଼ିତ ପରା! ଆପଣଙ୍କର ବହୁମୂଲ୍ୟ ସମୟରୁ ସାମାନ୍ୟ କିଛି ବ୍ୟୟ କରି ଶୁଣନ୍ତୁ। ମୁଁ ଗୋଟିଏ ଗରିବ ଘରେ ବି. ଏ. ପାଶ କରି ବିବାହ କରିଥିଲି। ମୋର ଶାଶୁ ଶଶୁର ନ ଥାଆନ୍ତି। ଏକମାତ୍ର ମୋର ଶଳା। ଯଉତୁକ ଦେଇ ନ ଥିବାରୁ ମୋ ସ୍ତ୍ରୀ ବହୁ ଲାଞ୍ଛିତା ଓ ଅପମାନିତା ହେଲେ। ମୁଁ ଚଣ୍ଡାଳ ତାଙ୍କୁ କହିଦେଲି ଯେ, ତୁମେ ଭାଇଙ୍କୁ ଲେଖ, ଅନ୍ତତଃ ଘଣ୍ଟାଟିଏ ପଠାନ୍ତୁ, ମୁଁ ସମସ୍ତଙ୍କୁ ବୁଝାଇ ଶୁଝାଇ ତୁନି କରିଦେବି। ଘଣ୍ଟାଟିଏ ପାଇଁ ମୋର ଶଳାଙ୍କୁ ଅକ୍ଳାନ୍ତ ଶ୍ରମ କରିବାକୁ ପଡ଼ିଥିଲା। ସେ ଫ୍ୟାକ୍ଟରୀରେ କାମ କରୁଥିଲେ। ଓଭର ଟାଇମ୍ କାମ କରି ପେଟକୁ ନ ଖାଇ ସଞ୍ଚୟ କରି ଏଇ ୱାଚଟାକୁ ସେ ଦେଇଥିଲେ। ଘରେ ସିନା ଆମର ବାଦ ବିସମ୍ବାଦ ବନ୍ଦ ହୋଇଗଲା, ମୋ ଶଳା ଶକ୍ତ ବେମାରରେ ପଡ଼ିଲେ, ଆଉ ଭଲ ହେଲେ ନାହିଁ, ଇହଲୀଳା ସାଙ୍ଗ କଲେ। ଏଇତକରେ ମୋର ଦୁଃଖମୟ ଇତିହାସ ଶେଷ ହେଲା ନାହିଁ। ମୋର ସ୍ତ୍ରୀ ତାଙ୍କ ବଡ଼ଭାଇଙ୍କୁ ଏକାଧାରରେ ପିତା ଓ ମାତା ପରି ବଡ଼ ଭକ୍ତି କରୁଥିଲେ। ସେ ତାଙ୍କୁ ଏତେ ଭଲ ପାଉଥିଲେ ଯେ, ମୋ ଅନୁପସ୍ଥିତିରେ ଏକ ରକମ